ତାଙ୍କ ଜୀବନରେ ଯେତେ ଛୋଟ ଛୋଟ ସମସ୍ୟା ଆସିଛି, ସବୁ କିଛିର ସମାଧାନ କରିଛନ୍ତି ଏଇ ସ୍ୱାମୀ। ଏତେ ଟିକିଏ ମନରେ ପ୍ରଶ୍ନ ଜାଗିଲେ ସେଇଠି ପଚାରନ୍ତି ସ୍ୱାମୀଙ୍କୁ। ସହଜ ଓ ସୁନ୍ଦର ଉତ୍ତର ପାଇ ନିଶ୍ଚିନ୍ତ ହୁଅନ୍ତି-। ସବୁ ଦୁଃଖ ତାଙ୍କର ଧୋଇ ହୋଇଯାଏ ସ୍ୱାମୀଙ୍କ ସ୍ନେହ ଝରଣାରେ। ଉଭୟଙ୍କ ପ୍ରତି ଉଭୟଙ୍କର ମମତାର ଅନ୍ତ ନାହିଁ। ନବବଧୂ ପରି ଲାଜ ଲାଜ ଆଖି ତୋଳି ଚାହିଁଲେ ଅପରାଜିତା ସ୍ୱାମୀଙ୍କ ଆଡ଼କୁ। ସେହି ଆଖି ଯୋଡ଼ିକି କହୁଥିଲା ମୋତେ କ୍ଷମା କର। ଏ ଆଖିକୁ ନିଶ୍ଚିନ୍ତି ଦିବ୍ୟେନ୍ଦୁ ମିଶ୍ର। ଏ ଆଖିର ସବୁ ଭାଷା ପଢ଼ିପାରନ୍ତି ସିଏ। ତାଙ୍କର କଥାରେ ସ୍ତ୍ରୀ ନିଜର ଭୁଲ୍ ବୁଝିପାରନ୍ତି, ତାଙ୍କର କଥାରେ ଖୁସି ହୁଅନ୍ତି। ତାଙ୍କରି କଥା ସ୍ତ୍ରୀଙ୍କ ପାଖରେ ବେଦର ଗାର। ଆଜି ବି ବୁଝିଲେ ତାଙ୍କରି କଥାରେ ସ୍ତ୍ରୀ ତାଙ୍କର ଅବୁଝା ରାଗ ପାଇଁ ଲଜ୍ଜା ପାଇଛନ୍ତି। କେହି ନାହାନ୍ତି ଦେଖି ସ୍ତ୍ରୀଙ୍କ ମଥାଟି ଆଉଁସିଦେଇ କହିଲେ ଯାଅ ଅଳ୍ପଟିକେ ବିଶ୍ରାମ ନିଅ। ସେମାନେ କହିଛନ୍ତି ସାଢ଼େ ଚାରିଟାବେଳେ ଆସିବେ ବୋଲି। ତୁମକୁ ବହୁତ କାମ କରିବାକୁ ପଡ଼ିବ। ଆମର ବଡ଼ ଅନ୍ୟାୟ ହୋଇଗଲା ଜିତା, ଆମେ ଯେତେବେଳେ ଏଠାକୁ ନୂଆ ହୋଇ ଆସିଛୁ ସେତେବେଳେ ଆମରି ଉଚିତ ଥିଲା ତାଙ୍କ ଘରକୁ ଆଗ ଯିବା। ତା' ଛଡ଼ା ଚୌଧୂରୀଏ ଯେତେବେଳେ ଖୁବ୍ ଅସୁସ୍ଥ ଥିଲେ ପ୍ରତିବେଶୀ ହିସାବରେ ମୋର କର୍ତ୍ତବ୍ୟ ଥିଲା ତାଙ୍କ ପାଖକୁ ଯାଇ ଭଲମନ୍ଦ ବୁଝିବା। ହେଲାନି, ବଡ଼ ଅଯୋଗ୍ୟ ମୁଁ। ଅପରାଜିତା ବିରକ୍ତ ହୋଇ କହିଲେ–ତୁମେ ତ ବହି ଖଣ୍ଡିଏ ଧରିଲେ ବିଶ୍ୱ ଭୁଲିଯାଅ, ଆଉ କରିବ କ'ଣ। ଆସ ଯିବା। ମୁଁ ଟିକେ ବିଶ୍ରାମ ନିଏ। ଦେଖ ସେମାନେ ଆସିବେ ବୋଲି ତନୁ କି ସୁନ୍ଦର ଘର ସଜାଉଛି, ଇସ୍ ସେ ଫୁଲଦାନୀଟା ଫୁଲପତ୍ର ଦେଇ କି ସୁନ୍ଦର ସଜାଇଛି ଦେଖୁଛ? କହୁକହୁ ଚାଲିଗଲେ ଜିତା ଶୋଇବା ଘରକୁ। ଦିବ୍ୟେନ୍ଦୁ ମୁଗ୍ଧ ଆଖିରେ ଘରର ସାଜସଜ୍ଜା ଦେଖୁ ଦେଖୁ ଅନ୍ୟଘରକୁ ଚାଲିଗଲେ। ଦଶ ଚିନାବାଦାମର ପତଳା ଚୋପାର ଯେଉଁ ରଙ୍ଗ ଠିକ୍ ସେଇ ରଙ୍ଗର ଶାଢ଼ିରେ ସୁନେଲୀ ଜରି ଧଡ଼ି। ତନୁଶ୍ରୀ ଦେହ ବଲ୍ଲରୀ ଘେରି ସେଇ ଶାଢ଼ି ଆଉ ଧଡ଼ିର ସୌନ୍ଦର୍ଯ୍ୟ ବଢ଼ିଯାଇଛି। ଘରର ସାଜସଜ୍ଜା ସହିତ ନିଜକୁ ବି ଅଳ୍ପ ଟିକିଏ ସଜାଇ ନେଇଛି ତନୁ। ବାପ ପୁଅ ଝିଅ ସମସ୍ତେ ବସି ରହିଛନ୍ତି ଡ୍ରଇଁ ରୁମ୍ରେ ଅତିଥିମାନଙ୍କୁ ଅପେକ୍ଷା କରି। ଅପରାଜିତା ମଧ୍ୟ ତାଙ୍କ ସହିତ ଯୋଗଦେଲେ, ରୋଷେଇଘରର ସବୁ କାମ ସାରି। ସେମାନେ ବସିବାର କିଛି ସମୟ ପରେ ତାଙ୍କ ଗେଟ୍ ପାଖରେ ଛୋଟ ଫିଆଟ୍ ଗାଡ଼ି ଗୋଟିଏ ଆସି ଠିଆହେଲା। ସେମାନେ ଡ୍ରଇଁ ରୁମ୍ରୁ ବାହାରି ଗେଟ୍ ପର୍ଯ୍ୟନ୍ତ ଆଗେଇଆସିଲେ। ଟୁଲୁ ଆଗ ଗାଡ଼ିରୁ ଡେଇଁପଡ଼ି ମନୋରଞ୍ଜନକୁ କୁଣ୍ଢେଇ ପକେଇଲା। ତାପରେ ଓହ୍ଲାଇଆସିଲେ ଅଳକା। ରୂପର ଐଶ୍ୱର୍ଯ୍ୟରେ ଚାରିଆଡ଼ ଝଲମଲ ହୋଇଉଠିଲା। ଭାଓଲେଟ୍ ରଙ୍ଗର ଶାଢ଼ିଟାରେ ଅପୂର୍ବ ଦେଖାଯାଉଥିଲା ତାଙ୍କୁ। ଗହଣାର ବାହୁଲା ନାହିଁ। ଦୁଇଟି ହାତଯୋଡ଼ି ସମସ୍ତଙ୍କୁ ନମସ୍କାର କଲେ। ଦିବ୍ୟେନ୍ଦୁ ଆଗେଇଯାଇ ହାତ ଧରି ଓହ୍ଲାଇ ଆଣିଲେ କନକନାରାୟଣଙ୍କୁ। ତାପରେ ତାକୁ କୁଣ୍ଢାଇ ପକାଇଲେ। ନିଷ୍କପଟି ଦିବ୍ୟେନ୍ଦୁଙ୍କ ଅନ୍ତରରେ ଆନ୍ତରିକତା। କହିଲେ–ମତେ କ୍ଷମା କରନ୍ତୁ ଚଉଧୂରୀ ବାବୁ! ଆପଣଙ୍କ ଅସୁସ୍ଥ ଅବସ୍ଥାରେ ଦିନେ ଯାଇ ଦେଖିପାରିଲିନି। ବଡ଼ ଦୁଃଖର କଥା। ବଡ଼ ଅଳସୁଆ ମୁଁ। ପ୍ରତିଦିନ ଯିବି ଯିବି କରି ଶେଷକୁ ଆପଣ ଆସିଲେ। ଏ ଲଜ୍ଜା ରଖିବାକୁ ଜାଗା ନାହିଁ ମୋର। କିଛି ନାଇଁ, କିଛି ନାଇଁ ମିଶ୍ରେ। ଲଜ୍ଜା ପାଇବାର କିଛି ନାଇଁ। ଆପଣଙ୍କ ପୁଅ ଭିତରେ ମୁଁ ଆପଣଙ୍କୁ ଦେଖିଛି। ଆପଣଙ୍କ ସ୍ତ୍ରୀଙ୍କୁ ମଧ୍ୟ ଦେଖିପାରିଛି। ଆଉ ଦେଖିଛି ଆନନ୍ଦମୁଖର ଛାୟା ଶୀତଳ ସଂସାରଟିଏ। ଯେପରି ସଂସାର ସଭିଙ୍କ ମନରେ ସ୍ୱପ୍ନ ଜଗାଏ, ଜୀବନକୁ ସାର୍ଥକ କରେ, ନୟନ ପତାରେ ଭରିଦିଏ ମାୟାଞ୍ଜନ। ଠିକ୍ ସେପରି ସଂସାର ତୁମର। ମନୁକୁ କିଛିଦିନ ଦେଖିବା ପରେ ତୁମର ଏଇ ଅଦେଖା ସଂସାରଟିକୁ ଦେଖିପାରିଥିଲି ମୁଁ ମୋର ମାନସ ଚକ୍ଷୁରେ। ସାର୍ଥକଜୀବନ ତୁମର। ସେମାନେ କଥା କହୁ କହୁ ଡ୍ରଇଁରୁମ୍ରେ ପହଞ୍ଚି ସାରିଥିଲେ। ଦିବ୍ୟେନ୍ଦୁଙ୍କୁ ଏପରି କଥା କିଏ କହିଲେ ସେ ଲଜ୍ଜା ବୋଧ କରନ୍ତି। ଦିବ୍ୟେନ୍ଦୁ ବୁଝିଲେ– ସ୍ତ୍ରୀ ହୀନ ସଂସାରରେ ଚଉଧୁରୀଏ ବହୁତ କଷ୍ଟ ପାଉଛନ୍ତି। ନିଃସଙ୍ଗ ଜୀବନର ବ୍ୟଥାରେ ସେ ମର୍ମାହତ।